ଜୀବନରେ ବହୁ ସଂଗ୍ରାମ କରିବାକୁ ପଡ଼ିଚି। ଚା ବଗିଚାରେ ଚାହା ପତ୍ର ତୋଳିଛନ୍ତି, ପିଅନ ଓ ଦରଓ୍ୱାନ କାମ କରିଛନ୍ତି। ପଛରେ ଚଉକି ଓହଳେଇ ଯାତ୍ରୀମାନଙ୍କୁ ଧରି ବହୁ ଉଚ୍ଚକୁ ଉଠିଛନ୍ତି। ଯାତ୍ରୀ ନ ମିଳିଲେ ବୋଝ ଦେହରେ ପଥର ଭର୍ତ୍ତି କରି ସେ ପାହାଡ଼ ଚଢ଼ା ଅଭ୍ୟାସ କରିଛନ୍ତି। ଏମିତି ଦିନରାତି ପ୍ରାୟ କୋଡ଼ିଏ ପଚିଶି ବର୍ଷ କଟି ଯାଇଛି। ଇତିମଧ୍ୟରେ ତାଙ୍କୁ ବହୁତ ସୁବିଧା ସୁଯୋଗ ଜୁଟିଛି। ସବୁଠୁ ଅଧିକ ଆନନ୍ଦ ମିଳେ ପାହାଡ଼ ଚଢ଼ାରେ-ଯେତେ କଷ୍ଟ ହେଉନା କାହିଁକି? ଜୀବନରେ ଖାଲି ସେ ବନ୍ଧୁର ପଥ, ତୁଷାର ନଦୀ, ଝରଣା ଡେଇଁ ଉପରକୁ ଉଠିବାକୁ ହିଁ ଭଲ ପାଇ ଆସିଛନ୍ତି। ଏଭରେଷ୍ଯକୁ ଉଠିବା ପୂର୍ବରୁ ସେ ବହୁ ଦୂରଦୂରାନ୍ତ ଘୂରିଛନ୍ତି। ସାରା ଭାରତବର୍ଷ ଓ ଇଂଲଣ୍ଡ ଯାଇଛନ୍ତି, ଦୁଇଥର ସୁଇଜରଲାଣ୍ଡ, ରୋମ ମଧ୍ୟ। ଘୂରିବା, ବୁଲିବା ଦେଖିବା ଏହି ତ ଜୀବନ; ବଞ୍ଚିବାରେ ବଡ଼ ଆନନ୍ଦ। ଏ ପୃଥିବୀଟା କେତେ ବଡ଼। ଏପରିକି ପୃଥିବୀର ସର୍ବୋଚ୍ଚ ସ୍ଥାନକୁ ଉଠି ମଧ୍ୟ ସମଗ୍ର ପୃଥିବୀଟାକୁ ଦେଖିବା ସମ୍ଭବ ହୋଇପାରିଲାନି। ପ୍ରଥମ ସ୍ତ୍ରୀ ଦାଓୟା ଫୁଟିଙ୍କ ମୃତ୍ୟୁ ପରେ ପୁଣି ତାଙ୍କୁ ବିବାହ କରିବାକୁ ପଡ଼ିଲା। କାରଣ ପ୍ରଥମ ସ୍ତ୍ରୀର ମୃତ୍ୟୁ ବେଳକୁ ଝିଅ ନିମ୍ମୋ ଖୁବ୍ ଛୋଟ। ପିଲାଟିର ଲାଳନ ପାଳନ ଭାର ପଡ଼ିଲା ଦ୍ୱିତୀୟ ବିବାହିତା ସ୍ତ୍ରୀ ଆଙ୍ଗଲାମୁ ଉପରେ। ବଡ଼ ଗୁଣବତୀ ସ୍ତ୍ରୀ। ମିସେସ ଷ୍ଟିଭେନ୍ସନ୍ଙ୍କ ସହ ତାଙ୍କର ଆଳାପରୁ ମୁଁ ବୁଝି ପାରିଲି ପ୍ରକୃତରେ ସେ ବଡ଼ ପତିପରାୟଣା। ପ୍ରେମ ତେନଜିଂଙ୍କର ଛୋଟ ଝିଅ। ବଙ୍ଗାଳୀ ଝିଅ ଭଳି ସୁନ୍ଦର ଚେହେରା। ବୟସ ଦଶ କି ବାର ହେବ। ଦୁଇ ଉଭଣୀ ଦାର୍ଜିଲିଂର କାଥଲିକ୍ ଲରେଟ କନ୍ଭେର୍ଟରେ ପଢ଼ନ୍ତି। ଏମାନେ ଆଗେ ଅର୍ଥାଭାବ ହେତୁ ଗୋଟିଏ ନେପାଳୀ ସ୍କୁଲରେ ପଢ଼ୁଥିଲେ-। ଏମାନେ ଆଗେ ଅର୍ଥାଭାବ ହେତୁ ଗୋଟିଏ ନେପାଳୀ ସ୍କୁଲରେ ପଢ଼ୁଥିଲେ। କନ୍ ଭେଣ୍ଟ ସ୍କୁଲଟି ଆଇରିସ ମିସନାରୀମାନଙ୍କ ଦ୍ୱାରା ପରିଚାଳିତ। ତେନଜିଂ କହି ଉଠିଲେ, ''ମୁଁ ଲେଖାପଢ଼ାର ସୁଯୋଗ କେବେ ପାଇନି। ମୁଁ ଯେତେବେଳେ ଦେଖେ ଆମର ପିଲାପିଲି ଶିକ୍ଷା ପାଉଛନ୍ତି ସେତେବେଳେ ଆନନ୍ଦରେ ମୋ ବୁକୁ ଭରିଉଠେ। '' ''ଝିଅ ଦୁଇଟି କାଥଲିକ ହୋଇ ଯିବେନି ତ? '' –ମୁଁ ଟିକିଏ ଥଟ୍ଟା କରି ପ୍ରଶ୍ନ କଲି। ''ସେମାନେ ସ୍ୱାଧୀନ! କିନ୍ତୁ ମୋର ବିଶ୍ୱାସ ଏମାନେ ତା' ହେବେ ନି। ମୁଁ ଏଇଥିଲାଗି ଭର୍ତ୍ତି କରିଛି କନ୍ଭେଣ୍ଟରେ ଯେ ଏମାନେ ଗଡ଼ଗଡ଼ ଇଂରେଜୀ କହି ପାରିବେ, ଅନେକ ରକମ ଲୋକ ସଙ୍ଗେ ମିଶି ପାରିବେ। '' ତେନଜିଂ ରାଜନୀତିକ ଲୋକ ନୁହଁନ୍ତି, କୌଣସି ଦଳର ନୁହଁନ୍ତି। ସେ ସର୍ବଦଳୀୟ, ସମସ୍ତଙ୍କ ସ୍ନେହର ପାତ୍ର। ରାଜନୀତି, ଜାତି ନେଇ ଅନେକ ବଳ କଷାକଷି ତାଙ୍କ ସମ୍ପର୍କରେ ଚାଲିଚି-। କିନ୍ତୁ ତାଙ୍କ ଉପରେ କୌଣସି ଆଞ୍ଚ ଲାଗିନି। ଏଠି ଖାଲି ପାହାଡ଼–ପାହାଡ଼। ଏଠି ଜୀବନ ଅତି ବାସ୍ତବ। ମୃତ୍ୟୁ ଅତି ନିବିଡ଼। ଏଇଠି ମଣିଷ ଖାଲି ମଣିଷ। ବେଶ, ଏହା ହିଁ ଏଠାକାର ପରମ ସତ୍ୟ। ଶେଷରେ ସେ କହିଲେ–ଏଭରେଷ୍ଟରୁ ଯେଉଁ ମୁହୂର୍ତ୍ତରୁ ମୁଁ ତଳକୁ ନଇଁ। ଆସିଲି ସେଇ ମୁହୂର୍ତ୍ତରୁ ମତେ ନେଇ ନାନା ରାଜନୀତି ଚାଲିଲା। ଜୀବନର ଆଠତ୍ରିଶ ବର୍ଷ ବିତିଗଲା। କେହି ମତେ ଖୋଜିନି। ମୁଁ କିଏ, ମୁଁ କି ଜାତିର, ଭାରତୀୟ ନା ନେପାଳୀ କି ତିବ୍ଦତୀ ଏ ସମ୍ପର୍କରେ ନାନା ଯୁକ୍ତିତର୍କ ଚାଲିଲା। ଆପଣଙ୍କ ପରି ଗୁଡ଼ିଏସାମ୍ୱାଦିକ ନାନା କଥା ଲେଖିଲେ। ସୁଖର କଥା, ମୁଁ ଏସବୁ କିଛି ପଢିପାରୁ ନ ଥିବାରୁ ମୋ ମନ ବିଚଳିତ ହେଉ ନ ଥାଏ। କିନ୍ତୁ ଶୁଣୁଥାଏ, ଭାବୁଥାଏ, ମୁଁ ଜଣେ ସେର୍ପା–ଏକ ସାଧାରଣ ପାହାଡ଼ୀ–ହିମାଳୟର ସନ୍ତାନ। ମୁଁ ତ ଆଉ ମଣିଷ ହୋଇ ରହିନି-ଗୋଟିଏ କଣ୍ଢେଇ। ହୁଏତ ମୁଁ କିଛିଟା ଉପରକୁ ଗୌରୀଶଙ୍କର ଚୂଡ଼ାକୁ ଉଠିଛି, ହୁଏତ ଏକ ଗଜ କି ଏକ ଫୁଟ କିମ୍ୱା ଏକ ଇଞ୍ଚ-ହିଲାରୀଙ୍କଠୁ ଟିକିଏ ବେଶୀ। ଏଥିଲାଗି ଯୁକ୍ତିତର୍କ! ରାଜନୀତିକ ଚାଲବାଜୀ! କାହିଁକି? ସେ କହି ଉଠିଲେ, ''କେହି କେହି କୁହନ୍ତି ମୁଁ ନେପାଳୀ। କିଏ ବା ଦାବୀ କରୁଛି ମୁଁ ଭାରତୀୟ। ହଁ, ମୁଁ ଜନ୍ମଗ୍ରହଣ କରିଚି ନେପାଳରେ କିନ୍ତୁ ବର୍ତ୍ତମାନ ବାସ କରୁଚି ଭାରତରେ। ଭାରତର ନାଗରିକ ମୁଁ। ଏଇଠି ମୋ ସ୍ତ୍ରୀ, ପିଲାପିଲି ସମସ୍ତେ ଅଛନ୍ତି। ମୋ ପକ୍ଷରେ ଭାରତୀୟ ଯାହା ନେପାଳୀ ମଧ୍ୟ ସେଇୟା।